ବହୁତ ଧନ୍ୟବାଦ... ବସନ୍ତୁ। ବାମ ପାର୍ଶ୍ୱରେ ବସିଥିବା ଚେୟାରରୁଉଠି ଅନ୍ୟ ଚେୟାରରେ ଯାଇ ଶତ୍ରୁଜିତ୍ ବସିଲେ। ମୁଁ ଶୁଣିଲି ସରିତା ତା'ର ମେନେଜର ଆସେ, ଆଉ ନୃତ୍ୟ ପରେ ପରେ ପୁଣି ସାଙ୍ଗରେ ନେଇ ଚାଲିଯାଏ... ହଁ। ତ' ଭିତରେ କ'ଣ ଯେ ଅଛି ମୁଁ କିଛି ଜାଣିପାରୁନାହିଁ। ହୁଏତ ସେଇଥିପାଇଁ ଆପଣଙ୍କ କଥା ଶୁଣିବାପରେ ସେ ପ୍ରୋଗ୍ରାମ ବଦଳାଇଦେବାକୁ ଅନୁରୋଧ କରିଛି। ମାନେ...? ମାନେ... ହୁଏତ ତା'ର ମେନେଜରର ଉପସ୍ଥିତିରେ ସେ ଅନ୍ୟ କାହା ସହିତ କଥା ହେବାକୁ ଇଚ୍ଛା କରେ ନାହିଁ। ସେଇଥିପେଇଁ... ସେତେବେଳେ କ'ଣ ତା'ର ମେନେଜର ନ ଥାଏ...? ପ୍ରାୟ ଅଧିକାଂଶ ସମୟରେ ତା'ର ନୃତ୍ୟ ଆରମ୍ଭ ହେବା ଆଗରୁ ସେ ଚାଲିଯାଏ, ଆଉ ଠିକ୍ ନୃତ୍ୟ ଶେଷ ହେବା ସଙ୍ଗେ ସଙ୍ଗେ ଗାଡ଼ି ଧରି ଫେରିଆସେ। ଏଇଥିପାଇଁ ସରିତା ସହିତ କଥାବାର୍ତ୍ତା କରିବାକୁ ବି ସୁଯୋଗ ମିଳେ ନାହିଁ। ସରିତା ଝିଅଟି କେମିତି? କୋଉ ବିଷୟରେ? ଆଚାର ବ୍ୟବହାର ଆଉ... ହଁ... ରୂପର ତେଜ ଅଛି। ତା ପରେ ନଙ୍ଗୁଳୀ ନୃତ୍ୟ... ସମସ୍ତେ ମୁଗ୍ଧ ହେବା କଥା। ଭୁରି ଭୁରି ପ୍ରଶଂସା ବାହାରିବା ବିଚିତ୍ର ନୁହେଁ। ସେଇଥିପାଇଁ ତା'ର ବିଶେଷ ଗର୍ବ। ଆମମାନଙ୍କ ପରି ସାମାନ୍ୟ ବେତନଭୋଗୀ ନର୍ତ୍ତକୀ ତା ଭଳି ଏକ ଖ୍ୟାତନାମା ଝିଅ କଥା ହେବା କେଡ଼େ ଲାଜର କଥା! ମାଧୁରୀ ଯେ ସରିତା ପ୍ରତି ଈର୍ଷାମୁଖର ହେଇପଡ଼ିଛି, ତାହା ଆଉ ବୁଝିବାକୁ ବିଳମ୍ୱ ଲାଗିଲା ନାହିଁ ଶତ୍ରୁଜିତ୍ଙ୍କର। ତେଣୁ ତାକୁ ଉତ୍ସାହିତ କରିବାପାଇଁ କହିଲେ—ଝିଅଟାର ବାପମାଆ ନିଶ୍ଚୟ ଅଲାଜୁକ। ତା ନ ହେଲେ... ବାପାମାଆ ଥାଇ। କୌଣସି ଝିଅ ପଇସା ଲୋଭରେ, ଅନ୍ତତଃ ଆମ ଭାରତବର୍ଷରେ, ଆଗେଇ ଆସିବେ ନାହିଁ। ସରିତା ହୁଏତ... ହଠାତ୍ ରଙ୍ଗମଞ୍ଚର ପରଦା ପତନରେ ମାଧୁରୀ ଇତସ୍ତତଃ ହୋଇପଡ଼ି କହିଲା—ମୁଁ ଆସୁଛି। ତା ପରେ ଶତ୍ରୁଜିତ୍ଙ୍କ ଉତ୍ତରକୁ ଅପେକ୍ଷା ନ କରି ଦ୍ରୁତ ପଦରେ ସେଠାରୁ ଚାଲିଗଲା। ପରମୁହୂର୍ତ୍ତରେ ଏକ ଚିତ୍ତଉତ୍ତେଜକ ଯନ୍ତ୍ର ସଂଗୀତର ମୂର୍ଚ୍ଛନା ପରଦାପ ତଜନିତ ମୁଖରୋଳକୁ ପୂରାପୂରି ବନ୍ଦ କରିଦେଲା। ଶତ୍ରୁଜିତ୍ ମଧ୍ୟ ଉତ୍କଣ୍ଠିତ ଭାବରେ ମଞ୍ଚ ଆଡ଼କୁ ଅନାଇ ରହିଲେ। ଧୀରେ ଧୀରେ ମଞ୍ଚର ପରଦା ଅପସରି ଯାଉଥିଲା। ମଞ୍ଚ ଉପରେ ନୀଳ ଆଲୋକର ମାୟା ପ୍ରକଟିତ ହେଉଥିଲା। କେତେକ ମୁହୂର୍ତ୍ତ ପରେ ତାରକ ଖଚିତ ନୀଳକାଶ ଉପରେ ଫୁଟିଉଠିଲା ଚନ୍ଦ୍ର। ତା'ର କିରଣରେ ମଞ୍ଚଉପରୁ ନୀଳାକାଶର ମାୟା କିଛି ପରିମାଣରେ ଦୂର ହୋଇଆସିଲା। ନଟରାଜ ଭଙ୍ଗୀରେ ଅସ୍ପଷ୍ଟ ଏକ ଛାୟାମୂର୍ତ୍ତି କେବଳ ଦୃଷ୍ଟିଗୋଚର ହେଲା। ପରେ ପରେ ଆଲୋକ ସଂପତରେ ସେଇ ଛାୟା ମୂର୍ତ୍ତିମନ୍ତ ଜଣାଗଲା। ତା ପରେ ଏକ ତୀବ୍ର ଗୋଲାକାର ଆଲୋକ ଛାୟାମୂର୍ତ୍ତିର ମୁଖମଣ୍ଡଳ ଉପରେ ପଡ଼ିଲା। ଶତ୍ରୁଜିତଙ୍କର ଦୃଷ୍ଟି ସେଇ ସୁନ୍ଦର ମୁଖମଣ୍ତଳର ନୟନଯୁଗଳ ଉପରେ ଲାଖିରହିଲା। ଧୀରେ ଧୀରେ ବାଦ୍ୟଯନ୍ତ୍ରର ଧ୍ୱନି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସରିତାର ଅବୟବ ଦୋହଲିବାରେ ଲାଗିଲା। ଇସ୍! ଶତ୍ରୁଜିତ୍ ଆଉ ସ୍ଥିର ଭାବରେ ନୃତ୍ୟର ମୁଦ୍ରା ଦେଖିପାରିଲେ ନାହିଁ। କାରଣ ସରିତା ପୂରାପୂରି ସେଇ ଗୋଲାକାର ଆଲୋକର ପିଣ୍ତଭିତରକୁ ଆସିଯାଇଥିଲା। କିଞ୍ଚିତ୍ ଆବରଣଶୋଭିତ ବକ୍ଷଦେଶର ଦର୍ଶନ ହଲ୍ର ଦର୍ଶକମାନଙ୍କ ମନରେ ଗୁଞ୍ଜନ ସୃଷ୍ଟି କରୁଥିଲା। ତା ପରେ ତାଳି ପରେ ତାଳି। ପୂର୍ବଠାରୁ ବାଦ୍ୟଯନ୍ତ୍ରର ସ୍ୱନ ତୀବ୍ର ହୋଇଉଠିବା ସଙ୍ଗେ ସଙ୍ଗେ ବିଦ୍ୟୁତ୍ଚପଳ ସରିତାର ତନୁଲତାର ମୁକୁତା ନାଭି…. ପରେ ପରେ ଝିନ ବସ୍ତ୍ରରେ ଆବୃତ ନିମ୍ନଦେଶ ସଙ୍ଗେ ସଙ୍ଗେ ଉଦ୍ଦଣ୍ତ ନୃତ୍ୟ ଶତ୍ରୁଜିତଙ୍କ ମସ୍ତିଷ୍କରେ ଯେମିତି ତୀବ୍ର ଦହନ ସୃଷ୍ଟି କରୁଥିଲା। ତାଙ୍କର ଇଚ୍ଛା ହେଉଥିଲା ଆଇନ କାନୁନର ଶୃଙ୍ଖଳାକୁ ଭ୍ରୂକ୍ଷେପ ନ କରି ଏଇ ମୁହୂର୍ତ୍ତରେ ସେ ଲପ୍ରଦାନ କରି ଯେମିତି ସରିତାକୁ ନିଃଶେଷ କରିଦିଅନ୍ତେ। ଓଡ଼ିଆ ଝିଅର ଏଇ କଳଙ୍କିତ ଅଧ୍ୟାୟ ଏଇଠାରୁ ଯେମିତି ଲୋପ ହୋଇଯାଆନ୍ତା। ତାଙ୍କର ହାତ ଦୁଇଟି ମୁଷ୍ଟିବଦ୍ଧ ହୋଇ ସେହିପରି ଭାବରେ ରହିଗଲା। ଦର୍ଶକମାନଙ୍କ ଘନ ଘନ କରତାଳି ସହିତ ମୁକ୍ତ କଣ୍ଠରେ ପ୍ରଶଂସା ତାଙ୍କୁ ଯେମିତି ନିଷ୍କ୍ରିୟ କରିପକାଇଲା। ହଲ୍ ଭିତରେ ନୃତ୍ୟନିପୁଣା ସରିତାର ପ୍ରଶଂସା ଭିତରେ ଧୀରେ ଧୀରେ ମଞ୍ଚ ଉପରେ ଚନ୍ଦ୍ର ବିଲୁପ୍ତ ହୋଇଆସୁଥିଲା। ଆଉ ନୃତ୍ୟରତା ସରିତା ପୂର୍ବରୁ ସେଇ ନଟରାଜ ସମସ୍ତଙ୍କୁ ଭଙ୍ଗୀରେ ସମସ୍ତଙ୍କୁ ନମସ୍କାର ଜଣାଇ ଅସ୍ପଷ୍ଟ ହୋଇଆସୁଥିଲା। ଚମତ୍କାର!